ବେଶୀ ଦୂରରେ ନୁହେଁ, ଆମରି ଏହି ଅବିଭକ୍ତ ଜିଲ୍ଲାରେ। ସିଏ କୋଉ ନଦୀ କୂଳରେ କୋଉ ଗାଆଁରେ କେଉଁ ନାମ ଧାରଣ କରି ଜନ୍ମଗ୍ରହଣ କରିବେସେହି ସବୁକଥା ଅର୍ଥ କରି ପାରୁଥିବା ଉତ୍ତମମାନଙ୍କୁ ଦିଶିଯିବା ଭଳି ଭାଷାରେ ମାଳୀକାରେ ଲେଖା ହୋଇ ରହିଛି। ଅନୁସନ୍ଧାନକାରୀ ଭକ୍ତବୃନ୍ଦ ତାଙ୍କୁ ଠିକଣା ଭାବରେ ଆବିଷ୍କାର ବି କରି ସାରିଲେଣି। ମୁଁ ଶୁଣୁଥାଏ ଏବଂ ଭାବୁଥାଏ ଭଗବାନ କୋଉଦିନ ପ୍ରକୃତରେ ମରିଥଲେ ଯେ ପୃଥିବୀରେ ପୁନର୍ବାର ଆବିର୍ଭୂତ ହେବେ। ଭଗବାନ ଗୋଟାଏ ଖାସ୍ ବେଳ ପଡ଼ିବାରୁ ପୃଥିବୀ ତ୍ୟାଗ କରିବାକୁ ବାଧ୍ୟ ହେଉଥିଲେ ସିନା ତାଙ୍କର ଏହି ପୃଥିବୀରେ ଜନ୍ମଗ୍ରହଣ କରିବାଟା ବି ଆବଶ୍ୟକ ହେଉଥାନ୍ତା। ବାତ୍ୟା ବିପଦର ପରବର୍ତ୍ତୀ କାଳରେ ଆମ ଖବରକାଗଜ ମାନଙ୍କରେ ମାଳିକା ସାହିତ୍ୟର ଯେତେ ଯାହା ଚର୍ଚ୍ଚା ହେଲା ସେଗୁଡ଼ିକ ଓଡ଼ିଆ ଭାଷାରେ ଓଡ଼ିଶାରେ ହିଁ ରଚିତ ହୋଇଥିଲା ବା ହୋଇଛି। ପ୍ରଳୟ ଯଦି ହେବ ତେବେ ତାହା ଖାଲି ଓଡ଼ିଶାରେ ହେବନାହିଁ। ସମଗ୍ର ପୃଥିବୀରେ ହେବ। ଅନ୍ତରୀକ୍ଷରେ କ'ଣ ଗୋଟାଏ ଘଟଣା ଘଟି ପୃଥିବୀ ନାମକ ଆମର ଏହି ଗ୍ରହଟି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବ ବୋଲି ବୈଜ୍ଞାନିକଗଣ ଯାହା କହୁଛନ୍ତି ତାହା ସେମାନେ କେବଳ ଆମେରିକା ବା କେବଳ ଇଂଲଣ୍ଡ ଲାଗି କହୁନାହାନ୍ତି। ସେମାନେ ସମଗ୍ର ପୃଥିବୀ ନିମନ୍ତେ କହୁଛନ୍ତି। ଇଚ୍ଛା ହେଉନଥିଲେ ସେହିପରି ବ୍ୟାପାରଟିଏ ହୋଇଥିବ। ଆମର ଆଖିଥବା କବିମାନେ ଆମକୁ କେତେମନ୍ତେ ଚେତାଇ ଦେଇଥିଲେ ମଧ୍ୟ ଆମେ ଆମ ଦୁର୍ବୁଦ୍ଧି ଅନୁସାରେ ହିଁ ଜଗତର ନାଥଙ୍କୁ ଖାସ୍ ଆମ ଓଡ଼ିଶାର ବୋଲି କହି ହୁଙ୍କାର ଦେଉଛୁ। ପ୍ରାୟ ଶହେ ବର୍ଷ ତଳର ସମସାମୟିକ ଦୁଇଜଣ ସ୍ତ୍ରୋତ୍ରକାର ମଧୁସୂଦନ ରାଓ ଏବଂ ଭୀମ ଭୋଇ, ତାଙ୍କୁ ଯଥାକ୍ରମେ କୋଟିଭୁବନପାଳକ ଏବଂ ତିନି ଭୁବନକରତା ବୋଲି କହିଥିଲେ ମଧ୍ୟ ଆମେ ତାଙ୍କୁ ଆମ ସାହିତ୍ୟଘରେ କିଳି ରଖିଛୁ ପଛକେ ମାତ୍ର ତେଣିକି ଯିବା ଲାଗି କୌଣସି ଆଗ୍ରହ ଦେଖାଇନାହୁଁ। ସାହିତ୍ୟକୁ ମାଳିକା କରି ରଖିବାରେ ଅର୍ଥାତ୍ ମାଳିକାକୁ ସାହିତ୍ୟ ବୋଲି କହିବାରେ ଉତ୍ସାହ ଦେଖାଇବାରେ ଲାଗିଛୁ। ଆମ ମାଳିକାମାନଙ୍କରେ ପ୍ରଳୟର କଥାଗୁଡ଼ାକୁ ଏତେ ଗଚ୍ଛାଇ କରି କୁହାଯାଇଛି, ଅଥଚ ମନୁଷ୍ୟମାନଙ୍କର ଉଦୟର କାହାଣୀଗୁଡ଼ାକୁ ପ୍ରାୟ ଇଚ୍ଛାମୂଳକ ଭାବରେ ଏଡ଼ି ଦିଆଯାଇଛି କ'ଣ ପାଇଁ କେଜାଣି? ହେତୁର ଚକ୍ଷୁଗୁଡ଼ାକ ପ୍ରଲମ୍ବିତ ହୋଇ ଏକ ଅସାମାନ୍ୟ ସାମର୍ଥ୍ୟସ୍ତରକୁ ଯଦି ଯାଇପାରନ୍ତି, ତେବେ ସେମାନେ କାହିଁକି କେବଳ ପ୍ରଳୟ ଏବଂ ବିନାଶର କଥାଗୁଡ଼ାକ କହିବାରେ ଏତେ ସୋଚ୍ଚାର ହୋଇପଡ଼ନ୍ତି? ସତ୍ୟକୁ ଦେଖୁଥବା କୌଣସି ଚକ୍ଷୁ ଏକପାଖିଆ ଭାବରେ କଦାପି ଖାଲି ଅନ୍ଧାରଟାକୁ ଦେଖୁନଥାନ୍ତା, କଦାପି ଖାଲି ଭୟସଂଚାର କରିବା ଭଳି କଥାଗୁଡ଼ିକୁ କହୁନଥାନ୍ତା। ଗତ ପ୍ରାୟ ପାଂଚଶହ ବର୍ଷ ମଧ୍ୟରେ ପୃଥିବୀରେ ମନୁଷ୍ୟର ଚେତନାବୁଦ୍ଧି ଆଗରୁ ଅସାଧ୍ୟ ହୋଇ ରହିଥିବା କେତେ କେତେ କଥାକୁ ସାଧ୍ୟ କରିଛି; ସମୁଦ୍ର ଲଂଘିଛି, ଅନ୍ତରୀକ୍ଷରେ ଉଡ଼ିଛି, ଗ୍ରହାନ୍ତରର ବାରତା ଆଣିଛି ଏବଂ ଦୂରମାନଙ୍କୁ ଆମର ଏହି ଚର୍ମେନ୍ଦ୍ରିୟମାନଙ୍କର ପହୁଞ୍ଚ ଭିତରକୁ ମଧ୍ୟ ନେଇ ଆସି ପାରିଛି। ଏବଂ, ଆମ ମାଳିକାମାନେ ସେ ବିଷୟରେ ଆଦୌ କିଛି ହେଲେ କହିନାହାନ୍ତି। ମାଳିକା ନାମକ ମାଦଳା ପାଞ୍ଜିରେ ସେକଥାର ଏତେ ଟିକିଏ ଗନ୍ଧ ବି ମିଳୁନାହିଁ। ବିଧାତା କଦାପି ଏପରି ଏକଆଖିଆ ହୋଇ ଏକପାଖିଆ ଭାବରେ ମନୁଷ୍ୟମାନଙ୍କୁ ଦେଖିବାକୁ ପସନ୍ଦ କରିବେ ନାହିଁ। ଏବଂ ଯେଉଁ ବିଶେଷ ମନୁଷ୍ୟମାନେ ଘରେ ସଂକଟ ଆସି ପଡ଼ିଲେ ବିଧାତାଙ୍କୁ ସାକ୍ଷୀ କରି ଧରିଆଣନ୍ତି ଏବଂ ଯାହା ଆଗରୁ ଲେଖା ହୋଇଥିଲା ତାହା ହିଁ ସତ ହେଲା ବୋଲି ସତେ ଅବା ଭାରି ପ୍ରବୀଣ ପରି କହିବାକୁ ବାହାରି ଆସନ୍ତି ସେମାନଙ୍କୁ ସମ୍ଭବତଃ ଆଉ କୌଣସି ଅପବିଧାତା ଅଲଗା ଧାତୁରେ ଗଢ଼ି ଏହି